ଏଥର ଖାଇବାକୁ ବାଢ଼ିଲା। ମନୋଜ ବିନା ଡକରାରେ ଚୁପ୍ଚାପ୍ ଖାଇବସିଲା। ମନୋଜ ଖାଉଥିଲା। ସୁନୀତା ପାଖରେ ବସିଥିଲା। ମନୋଜ ନୀରବରେ ଖାଉଥିଲାତ ସୁନୀତା ନୀରବରେ ବାଢ଼ି ଦେଉଥିଲା। ତଥାପି ତା'ର ମନ ହାଲ୍କା ହାଲ୍କା ଲାଗୁଥିଲା। ହଠାତ୍ ତା'ର ମନେପଡ଼ିଗଲା ପାରା କଥା। ସେ କ'ଣ ବସିଥିବ ଏଯାଏ। ନା.. ଉଡ଼ି ଯାଇଥିବ। ଏତେ ସମୟ କିଏ କ'ଣ ବସିପାରେ ଗୋଟିଏ ଯାଗାରେ। ଗୋଟିଏ ମୁଦ୍ରାରେ। ଦଉଡ଼ିଗଲା ଗ୍ରୀଲ୍ ପାଖକୁ। ପାରା ତଥାପି ଏକ୍ଲା ବସିଥିଲା ଛାତ ଉପରେ। ନିରାଶକ୍ତ ଭାବେ। ନିସଙ୍ଗତା ଦରକାର। ତା'ବୋଲି ଏତେବେଶୀ ନିସଙ୍ଗତା ଏତେ ସମୟଧରି। ସେ କ'ଣ ଅପେକ୍ଷା କରିଛି ତା' ପ୍ରେମିକାକୁ? ପ୍ରେମିକାକୁ ଅପେକ୍ଷା କରିବା ଭାରି ବୋରିଂ। ପୁଣି ଏତେ ସମୟ ଧରି। ମନୋଜ ଡାକୁଥିଲା-''କୁଆଡ଼େ ଗଲ ଅଧା ଖାଇବାକୁ ଦେଇ। '' ସୁନୀତା ''ଯାଉଛି' କହି ଆସିଲା ମନୋଜ ପାଖକୁ। ପାରା ତଥାପି ବିସିଥିଲା। ଏକ୍ଲା। ଛାତଟା ଉପରେ। '' ମଉଳା ମନର ଗପ କ୍ଳାନ୍ତ ଅପରାହ୍ନ। ମା' ରାତି ଚାରିଟାରୁ ଉଠି ହାଲିଆ ହୋଇ ଶୋଇ ପଡ଼ିଛନ୍ତି। ବାପା ସେ ଘରେ ପଢ଼ୁଛନ୍ତି ଆକ୍ୟୁପ୍ରେସର ବହି। ମୁଁ ଚୁପ୍ଚାପ୍ ଉଠି ଦାଣ୍ଡକବାଟ ଆଉଜେଇ ଚାଲିଲି ଗଣ୍ଡବାଡ଼ି ଆଡ଼େ। ସବୁଥର ଗାଁକୁ ଆସିଲେ ଚାହେଁ ବିତାଇବାକୁ ଅଧିକାଂଶ ସମୟ ଏଇଠି। ସେଇଥିପାଇଁ ପ୍ରତିଥର ଗାଳି ଶୁଣେ ବାପାଙ୍କଠାରୁ। ଥରେ କ'ଣ ହୋଇଛି ନା ଖରାଦନେ ଗାଁକୁ ଆସିଥାଉ। ଖରାବେଳ ହୋଇଥାଏ। ମା'ବାପୁକୁ ଶୋଇ ଦେଉ ଦେଉ ଶୋଇ ପଡ଼ିଥାନ୍ତି। ମୁଁ ଆଗରୁ ପାଚିଲା ଆମ୍ବର ଲୋଭ ଦେଖାଇ ଗଣ୍ଡବାଡ଼ିକି ଯିବାକୁ ରାଜି କରାଇଥାଏ ବାପୁକୁ। ମା'ଙ୍କ ଶୋଇବା ପରେ ଦୁହେଁ ପାଦ ଚିପିଚିପି ବାହାରିଲୁ ଦାଣ୍ଡକୁ। ଚାରିଆଡ଼େ ଗରମ ହେଉଥିଲେ ବି ବାଡ଼ିଟି ବେଶ୍ ଥଣ୍ଡା ଲାଗୁଥାଏ। କାରଣ ଏହି ବାଡ଼ିରେ ଅଛି ତିନୋଟି ପୋଖରୀ, ଅନେକ ନଡ଼ିଆ, ଆମ୍ବଗଛ ସହ ବଡ଼ ବଡ଼ ଚାକୁଣ୍ଡା, ନୀମ୍ବ, ବେଲ, ଜାମୁକୋଳି, କେନ୍ଦୁ, ଝାଉଁ, ପଣସ ଓ ବଭିନ୍ନ ପ୍ରକାରର ଫୁଲଗଛ। ଆମେ ବାଡ଼ିରେ ପହଞ୍ଚିଲାବେଳକୁ କଣ୍ଡୁରୀ ନାନା ଗୋଟେ ଗଛତଳେ ସପଟିଏ ପାରି ଶୋଇପଡ଼ିଥାଏ। କେତୋଟି ଗାଁ ପିଲା ଅତି ସନ୍ତର୍ପଣରେ ଗୋଟାଉଥାନ୍ତି ଆମ୍ବ। ଆମକୁ ଦେଖି ସେମାନେ ଯିଏ ଯୁଆଡ଼େ ପାରିଲେ ଧାଇଁ ପଳେଇଲେ। ମୁଁ ଆମ୍ବଗଛ ତଳ ସିମେଣ୍ଟ ବେଞ୍ଚ ଉପରେ ବସି ଆମ୍ବଗଛ ପୋଖରୀ ଭିତରକୁ ନଇଁ ପଡ଼ିଥିବା ଜାମୁଡାଳ ଗଛକୁ ଦେଖୁଥାଏ। ସବୁଠାରୁ ଆକର୍ଷଣୀୟ ଲାଗୁଥାଏ ଦୁଇଟି ପାଣିକୁଆଙ୍କ ପାଣିରେ ପହଁରିବା ଦୃଶ୍ୟ। ଏ ଦୁଇଟି ପାଣିକୁଆ କୁଆଡ଼େ ପ୍ରତିବର୍ଷ ଆସନ୍ତି ଆମ ପୋଖରୀକୁ। ବାପାଙ୍କୁ ଆସୁଥିବାର ଦେଖି ବାପୁ ଆମ୍ବ ଗୋଟା ଛାଡ଼ି ଆଉ ଗୋଟାଏ ବାଟଦେଇ ଦଉଡ଼ି ପଳାଇଲା। ମୁଁ କ'ଣ ଏ ରାଜ୍ୟରେ ଅଛି ଯେ ଜାଣିବି। ମୁଁ ତ ଆମ୍ବଗଛ, ପାଣିକୁଆ ଭିତରେ ବୁଡ଼ିଯାଇଛି। ବାପା। ବାଡ଼ରୁ ବାଡ଼ିଟିଏ ଭାଙ୍ଗି ପିଟି ପିଟି ମୋତେ ଘରକୁ ନେଲେ ଏବଂ ବାନ୍ଧିଦେଲେ ଗୋଟେ ଖୁଣ୍ଟରେ। କହିଲେ, ନିଜେ ତ ଖରାରେ ବୁଲି ବୁଲି ନଷ୍ଟ ହେବୁ ତା' ସାଙ୍ଗେ ସାଙ୍ଗେ ପିଲାଟିକୁ ନଷ୍ଟ କରିବୁ। ଯେତେ ଯିଏ କହିଲେ ବି ଖୋଲିଲେନି। ଏମିତି କେତେଥର ମାଡ଼ ଖାଇଛି। ଉଠ୍ ବସ୍ ହୋଇଛି। କାନଧରି ଘରକୁ ଫେରିଛି-। ତଥାପି ଛାଡ଼ିପାରିନି ଗଣ୍ଡବାଡ଼ିର ମୋହ। ଆମର ଆହୁରି ଦୁଇଟି ବାଡ଼ି, ସେଠି ବି ନଡ଼ିଆଗଛ ଓ ଆମ୍ବଗଛ ଅଛି। ପୋଖରି ଅଛି। ତଥାପି କାହିଁକି ଏହାର ଆକର୍ଷଣ ମୋ'ପାଇଁ ସ୍ୱତନ୍ତ୍ର। ମା' କହନ୍ତି, ଛୋଟବେଳେ ମୁଁ ଜୋରରେ କାନ୍ଦିଲେ ମା' ମୋତେ ନେଇଯାଆନ୍ତି ବାଡ଼ିକୁ। ଆଉ ବାଡ଼ିରେ ପହଞ୍ଚିଲା ପରେ ହୋଇଯାଏ ମୋର କାନ୍ଦ ବନ୍ଦ ଅତି ଆଶ୍ଚର୍ଯ୍ୟଜନକ ଭାବେ। ଏମିତି ଭାବି ଭାବି କେତେବେଳେ ଯେ ଗଣ୍ଡବାଡ଼ିରେ ପହଞ୍ଚି ଯାଇଥିଲା ଜାଣିପାରିନଥିଲି। ଗାଁ ଲୋକମାନେ ଧାନ କାଟି ଖଳାକୁ ଆଣୁଥିଲେ। ଆମର ମଧ୍ୟ ବୁହା ହେଉଥିଲା ଧାନ। କିନ୍ତୁ ମୁଁ ସେସବୁ ନ ଦେଖି, ଯାଇ ପୋଖରୀ ତୁଠ ପଥର ପାହାଚରେ ବସିଲି। ଅଳ୍ପ ଦୂରରେ ଫୁଲଭର୍ତ୍ତି କୃଷ୍ଣଚୂଡ଼ା ଗଛ ନୂଆ ବୋହୂଟି ପରି ଦିଶୁଥିଲା ଲାଲ୍ ଟୁକ୍ଟୁକ୍। ଯଦିଓ ଗାଁ ପିଲାମାନେ ହଳଦିଆ କନିଅର, ମନ୍ଦାର ଓ ତରାଟ ଫୁଲ ତୋଳି ନେଇଯାଇଥିଲେ, ତଥାପି କିଛି କିଛି ରହିଯାଇଥିଲା ଉପରେ। ହଳଦିଆ ଗେଣ୍ଡୁ, କେଳିକୁଷୁମର ବାସ୍ନା ଲେସି ହୋଇଛି ଚାରିଆଡ଼େ-।